ସେମାନେ ଇତିମଧ୍ୟରେ ଉପଗ୍ରହଟିକୁ କାରଖାନାରୁ ନେଇ ମାନମନ୍ଦିରର ପଶ୍ଚିମପାଖ ପଡ଼ିଆରେ ସଜାଇ ରଖିଲେଣି। ଉପଗ୍ରହଟି ଯେପରି ଭାବରେ ରହିବା ଦରକାର ଓ ରକେଟ୍ଗୁଡ଼ିକ ଗୋଟିଏ ପରେ ଗୋଟିଏ ଯେପରି ଭାବରେ ଖଞ୍ଜାହେବା ଉଚିତ, ଠିକ୍ ସେହିଭଳି ଭାବରେ ସଜାଇ ସେମାନେ ମୋ'ଠାକୁ ଖବର ପଠାଇଛନ୍ତି। ଯେହେତୁ ସେମାନେ କେନ୍ଦ୍ର ଅଞ୍ଚଳଆଡ଼ୁ ଆସିଛନ୍ତି, ସେମାନଙ୍କୁ ଆଉ ବେଶି ଦିନ ଅଟକାଇ ରଖିବା ମୁଁ ଉଚିତ ମନେ କରୁନାହିଁ। ମୁଁ ଭାବୁଛି ଆଜି ଉପରଓଳି ଆମେ ସେମାନଙ୍କଠାରୁ ଦାୟିତ୍ୱ ବୁଝିନେଇ ସେମାନଙ୍କୁ ବିଦାୟ କରିଦେବା। ତୁମେ ଉପଗ୍ରହର ସମସ୍ତ ଦାୟିତ୍ୱ ବହନ କରିଥିବାରୁ ତୁମ ଉପସ୍ଥିତିରେ ଆମେ ଇଞ୍ଜିନିଅର୍ମାନଙ୍କଠାରୁ ଉପଗ୍ରହ ସମ୍ୱନ୍ଧୀୟ ଯାବତୀୟ ଦାୟିତ୍ୱ ବୁଝିନେବା ମୁଁ ଠିକ୍ ମନେ କରୁଛି। ତୁମେ କଣ କହୁଛ? ''ଆଜି ତିନିଟାବେଳେ କୃତ୍ରିମ ଉପଗ୍ରହଠାକୁ ଯାଇ ସେମାନଙ୍କଠାରୁ ଦାୟିତ୍ୱ ବୁଝିନେଲେ କ୍ଷତି କଅଣ? ଇଞ୍ଜିନିଅରିଂ ବିଭାଗର ମୁଖ୍ୟ ସିଜୋଭ୍ ଓ ରକେଟ୍-ବିଶାରଦ କୋଜେଲେସ୍କିଙ୍କୁ ମୁଁ ଆସିବା ପାଇଁ ଖବର ପଠାଇଦେଇଛି। କମିଶନ୍ର ଅନ୍ୟ ସଭ୍ୟମାନଙ୍କଠାକୁ ମଧ୍ୟ ଖବର ପଠାଇ ଦିଆସରିଲାଣି। ଠିକ୍ବେଳକୁ ସେମାନେ ଆସି ପହଞ୍ଚିଯିବେ। '' ଏହା କହି ସେ ଚାଲିଯାଉଥିଲେ, ହଠାତ୍ ଫେରିପଡ଼ି କହିଲେ, ''ହଁ, ଆଉ ଗୋଟିଏ କଥା ଠିକ୍ବେଳେ ମନେପଡ଼ିଚି। ମୁଁ ସେ କଥା ବିଲ୍କୁଲ୍ ଭୁଲି ଯାଇଥିଲି। ଆମ ସହିତ କୃତ୍ରିମ ଉପଗ୍ରହଠାକୁ ଯିବାପାଇଁ ଲେନାକୁ ବି ଖବର ପଠାଇଦେବ। ଦେଲା–ନେଲା ବେଳେ ଲେନା ରହିବା ଦରକାର; ବଡ଼ ତୀକ୍ଷ୍ଣ ଦୃଷ୍ଟି ତା'ର। ଆମେ ଯେଉଁସବୁ ଟିକି-ନିଖି ବିଷୟ ଛାଡ଼ି ଦେଇଯିବା, ସେ ସେଗୁଡ଼ିକୁ ଖୁବ୍ ଦକ୍ଷତାର ସହିତ ଧରିପାରେ। ସେଥିପାଇଁ ପରା ମୁଁ ତୁମର ଉପଯୁକ୍ତ ସହକାରୀ ଭାବରେ ତାକୁ ବାଛିଚି। ତାକୁ ଯଦି ତୁମେ ଗୋଟିଏ ପର୍ଯ୍ୟବେକ୍ଷଣାଗାରର ଦାୟିତ୍ୱ ଦେଇପାରିବ, ତେବେ ଦେଖିବ ସେ କେତେ ଦକ୍ଷତାର ସହିତ ସମ୍ଭାଳି ପାରିବ। ଲେନା ସମ୍ୱନ୍ଧରେ ତୁମ ମତ କଣ ଆଲେସ୍କି? ହେଉ, ଆଜି ଆସିଲାବେଳେ ତାକୁ ଯେପରି ଡାକିବାକୁ ଭୁଲି ନ ଯାଅ। '' ଯେଉଁ କୃତ୍ରିମ ଉପଗ୍ରହକୁ ତିଆରି କରିବା ପାଇଁ ରାଷ୍ଟ୍ରର ବଛା ବଛା ଇଞ୍ଜିନିୟରମାନେ ମାନମନ୍ଦିରଠାରେ ଏକତ୍ରିତ ହୋଇଥିଲେ-ତାହା ଦେଖିବାକୁ ଆକୃତିରେ ଗୋଲାକାର, ପମ୍ପ ଦିଆହୋଇ ଫୁଲି ଉଠିଥିବା ଗୋଟିଏ ମଟର ଚକର ବ୍ଲାଡ଼ର ଭଳି। ଏହାର ବାହାର ଓ ଭିତରେ ବ୍ୟାସ ଯଥାକ୍ରମେ ଅଢ଼େଇଶହ ଓ ଦୁଇଶହ ଫୁଟ। ପଚିଶ ଫୁଟ ଗୋଲେଇ ଭିତରେ ସାରା ଉପଗ୍ରହଟି ତିଆରି। ଉପଗ୍ରହଟିର ବାହାର ଆବରଣ ଅତି ଉଚ୍ଚ ଗଳନାଙ୍କବିଶିଷ୍ଟ ଏକ କଠିନ ମିଶ୍ର ଧାତୁରୁ ତିଆରି; ଫଳରେ ଏହା ପୃଥିବୀପୃଷ୍ଠରୁ ମହାଶୂନ୍ୟକୁ ଅତି ବେଗରେ ଗଲାବେଳେ ବାୟୁର ଘର୍ଷଣଜନିତ ତାପରେ ଜଳି ନ ଯାଇ ମହାଶୂନ୍ୟ ଭିତରେ ନିଶ୍ଚିନ୍ତରେ ପହଞ୍ଚି ପାରିବ। ପୁଣି କୃତ୍ରିମ ଉପଗ୍ରହଟି ଏପରି ଟାଣ ହୋଇ ତିଆରି ହୋଇଛି ଯେ, ଏହା ମହାଶୂନ୍ୟ ଭିତରେ ଅନେକ ଲୋକଙ୍କୁ ଧରି ନିର୍ବିଘ୍ନରେ ରହିପାରିବ। କୃତ୍ରିମ ଉପଗ୍ରହର ସାରା ଗୋଲାକାର କକ୍ଷଟି ଉପର ତଳ ହୋଇ ଏପରିଭାବରେ ବିଭକ୍ତି, ଯେପରିକି ଭିତରକୁ ଗଲେ ଏହା ଦୁଇତାଲା ଭଳି ଜଣାପଡ଼େ। ଉପର ତାଲାଟି ତଳ ତାଲାଠାରୁ ଆକାରରେ ବଡ଼। ଉପର ତାଲାଟି ପୁଣି ଦୁଇ ଅସମାନ ଭାଗରେ ବିଭକ୍ତ। ଯେଉଁ ଅଂଶଟି ଉପଗ୍ରହର ଭିତର ଆଡ଼କୁ ଅଛି, ସେଇ ଅଂଶଟି ସାନ। ଏହି ଅଂଶଟି ଉପଗ୍ରହର ବୃତ୍ତାକାର ବାରଣ୍ଡା। ଏହି ବାରଣ୍ଡାର ଓସାର ହେବ ପ୍ରାୟ ସାଢ଼େ ଛ' ଫୁଟ। ବାରଣ୍ଡାକୁ। ଲାଗି ଉପର ତାଲାର ଯେଉଁ ବଡ଼ ଅଂଶଟି